ଯଦିଓ ଭୂ-ଗର୍ଭସ୍ଥ ଧନାଗାରକୁ ଯିବାର ରାସ୍ତା ତାଙ୍କୁ ଜଣା ଓ ଚାବି ମଧ୍ୟ ପାଖରେ ଅଛି। ବର୍ତ୍ତମାନ ପରିସ୍ଥିତିରେ କର୍ତ୍ତବ୍ୟ କ'ଣ, ତାହା ତାଙ୍କୁ ବଡ଼ ବିଚଳିତ କରି ପକାଇଥିଲା। ସେ ଏକ ପ୍ରକାର ପାଗଳୀଙ୍କ ପରି ପଡ଼ିଥିଲେ। ମିସେସ୍ ପାତ୍ରଙ୍କର ଏ ଦୁଃଖରେ ସବୁଠାରୁ ଦୁଃଖୀ ହୋଇଛନ୍ତି ମ୍ୟାନେଜର ଅବନୀବାବୁ-। ମିଷ୍ଟର ପାତ୍ରଙ୍କ ଅନ୍ତର୍ଦ୍ଧାନର ପରଦିନ ଠାରୁ ପ୍ରାୟ ପ୍ରତିଦିନ ସନ୍ଧ୍ୟା ସମୟରେ ସେ ମାନସପୁରୀକୁ ଆସି ମିସେସ୍ ପାତ୍ରକୁ ସାନ୍ତ୍ୱନା ଦେଉଛନ୍ତି। ମିଷ୍ଟର ପାତ୍ରଙ୍କ କଥା କହୁ କହୁ ପିଲାଙ୍କ ପରି କାନ୍ଦୁଛନ୍ତି ଓ ପ୍ରତ୍ୟେକ ଥର ଫେରିଗଲା ବେଳେ ତିନିଲକ୍ଷ ଟଙ୍କା କ୍ଷତିପୂରଣ ଶୀଘ୍ର ଦେବାକୁ ହେବ, ଏ କଥା ମଧ୍ୟ ଚେତାଇ ଦେଇ ଯାଉଛନ୍ତି। ଏପରି ବିପଦ ସମୟରେ ଅବନୀବାବୁଙ୍କ ବ୍ୟତୀତ ମିସେସ୍ ପାତ୍ର ଆଉ କାହାରିକୁ ବିଶ୍ୱାସୀ ବୋଲି ଭାବି ପାରୁନାହାନ୍ତି। ସେ ଦିନ ସନ୍ଧ୍ୟାରେ ଅବନୀବାବୁ ମିସେସ୍ ପାତ୍ରଙ୍କ ସହିତ ଦେଖାକରି ତାଙ୍କୁ ଖଣ୍ଡିଏ ଇଂରାଜୀ ଟାଇପ୍କରା ଚିଠି ଦେଖାଇ କହିଲେ-''ଦେଖନ୍ତୁ ମିସେସ୍! ଏ ଖଣ୍ଡିକ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କଠାରୁ ଆଜି ଆସିଛି। ଆମର ଯେଉଁ ସୁନା ହରଣଚାଳ ହୋଇଗଲା ସେ ସୁନା ସେ ଦେଇଥିଲେ ଗହଣା ତିଆରି ପାଇଁ। ବର୍ତ୍ତମାନ ସେ ଗହଣା ଦାବୀ କରି ଲେଖିଛନ୍ତି। '' ଚିଠି ଦେଖି ମିସେସ୍ ପାତ୍ର ବଡ଼ ବିଚଳିତ ହୋଇପଡ଼ି କହିଲେ-''କ'ଣ ତେବେ କରାଯିବ-? '' ଅବନୀବାବୁ କହିଲେ-''ଏଥିରେ ଚିନ୍ତା କରିବାର କ'ଣ ଅଛି? ତାଙ୍କୁ ତ ଜିନିଷ ଯେ କୌଣସି ପ୍ରକାରେ ହେଉ ଦେବାକୁ ହେବ। ଯଦି ଦିଆ ନ ଯାଏ, ତେବେ ସେ କୋର୍ଟର ଆଶ୍ରୟ ନେଇ ଜିନିଷ ତ ନେବେ; ଉପରନ୍ତୁ କାରଖାନାର ଦୁର୍ନାମ ହେବ, ସବୁ ଦିନକୁ ଗୋଟିଏ ଅପବାଦ ରହିଯିବ। ବରଂ ଘରୁ ଧନ ଯାଉ, କିନ୍ତୁ କାରଖାନାର ସୁନାମ ରହୁ। ଅବଶ୍ୟ କାରଖାନା ସୁରୁଖୁରୁରେ ଚାଲିଲେ ପୁଣି କେତେ ତିନିଲକ୍ଷ ଆସିବ। ଏମିତି ଯେ ଗୋଟାଏ ଘଟିବ; ହାୟ ହାୟ '' ଅବନୀବାବୁ ଆଖିରୁ ଲୁହ ପୋଛିଲେ। ''ହଉ ତେବେ, ମୁଁ ଆପଣଙ୍କ କଥା ଭାବି ଦେଖିବି। ଆପଣ ତ ପୁଣି କାଲି ଆସିବେ। ଯାହା ହେବାର ହେଉ, ତାଙ୍କୁ ତାଙ୍କ ଜିନିଷଟା ଦେଇ ଦେବା। '' କହି କହି ଘର ଭିତରକୁ ଚାଲିଗଲେ ମିସେସ୍ ପାତ୍ର। ଚାରିଆଡ଼େ ଘମାଘୋଟ ଅନ୍ଧାର ମାଡ଼ିଗଲାଣି ସେତେବେଳକୁ। କୃଷ୍ଣପକ୍ଷ ରାତି। ଅବନୀବାବୁ ଧୀରେ ଧୀରେ ପାଦ ପକାଇ ଫାଟକ ଆଡ଼େ ଆସିଲେ। ଫାଟକଠାରୁ ଟିକିଏ ଛଡ଼ାରେ ଝଙ୍କା ବଉଳ ଗଛଟାଏ। ତା' ତଳଟା ଜମାଟବନ୍ଧା ଅନ୍ଧାର। ତଳକୁ ଗଲେ ହୁଏତ ହାତପାଖର ମଣିଷ ଦେଖାଯିବ କି ନାହିଁ ସନ୍ଦେହ। ଅବନୀବାବୁ ତ୍ରସ୍ତହୋଇ ଥରେ ସେଆଡ଼କୁ ଥରେ ଏଆଡ଼କୁ ଚାହିଁ ଧୀରେ ଧୀରେ ତା'ରି ତଳକୁ ଯାଇ ଠିଆହେଲେ। ତା'ପରେ ଆସ୍ତେ ଆସ୍ତେ ପାଟିରେ ସିଟି ମାରିଲେ। ପ୍ରାୟ ମିନିଟିକ ପରେ ଖୁବ୍ ପାଖରେ ପାଦଶବ୍ଦ ଶୁରାଗଲା। ଗାଢ଼ ଅନ୍ଧକାରରେ ବି ବାରି ହେଉଥାଏ-ଜଣେ ମଣିଷ ବଉଳଗଛ ତଳକୁ ଚାଲିଗଲା ଭଳି; ଖାଲି କଳା ଛାଇଟା ଯାହା ଦିଶିଗଲା। ''ଖବର କ'ଣ? '' ''ସବୁ ଠିକ୍। ତେବେ ରାସ୍ତା ପାଇନି। '' ''ଦେଖ୍, ଚେଷ୍ଟା କର। ଖୁବ୍ ସମ୍ଭବ ଆଜି ରାତିରେ '' ''କିମିତି? '' ''ଆଜି ରାତିରେ ବୋଧହୁଏ ସେ ଭୂ-ଗର୍ଭର ଗନ୍ତାଘର ଖୋଲି ସୁନା କାଢ଼ିବ। ସେତିକିବେଳେ ରାସ୍ତା ଦେଖିବୁ '' ''ବହୁତ ଆଚ୍ଛା! ସେ ଆଡ଼ର ଖବର କ'ଣ? '' ''ସବୁ ଠିକ୍, କିନ୍ତୁ ଖବର ମିଳୁନାହିଁ; ତଥାପି ଚେଷ୍ଟା ଚାଲିଛି। ଆଚ୍ଛା; ତୁ ଠିକ୍ ଥିବୁ। '' ଖୁବ୍ ଅସ୍ପଷ୍ଟ କଥାବାର୍ତ୍ତା। ତା'ପରେ ଅବନୀବାବୁ ସାଏଁ କରି ବାହାରିଗଲେ ସେଠାରୁ। ତା'ର କିଛି ସମୟ ପରେ ଆରଲୋକ ଜଣକ ତରଙ୍ଗ ତରଙ୍ଗ ହୋଇ ଏଣିକି। ତେଣିକି ଚାହିଁ ଚାହିଁ ଚାଲିଗଲା ମି: ପାତ୍ରଙ୍କ ପ୍ରାସାଦଆଡ଼େ। ସେ ଦିନ ସକାଳ ଆଠଟା। ବିଖ୍ୟାତ ଡିଟେକ୍ଟିଭ୍ ମି: ଚୌଧୁରୀ ତାଙ୍କର ବାସଭବନ ସଂଲଗ୍ନ ଅଫିସ ରୁମ୍ରେ ବସି କେତେକ କାଗଜପତ୍ର ଦେଖୁଥାଆନ୍ତି। ଏତିକିବେଳେ ତାଙ୍କର ସହକାରୀ ଶରତ୍ ରୁମ୍ ଭିତରକୁ ପଶିଆସି କହିଲା-''ମୋତେ ସେଦିନ ପ୍ରସ୍ତୁତ ହେବାକୁ କହିଥିଲେ। ମୁଁ ତ ପ୍ରସ୍ତୁତ ଅଛି; କାହିଁ ଯୁଦ୍ଧ ଡାକରା ତ ହେଲା ନାହିଁ? '' ମି: ଚୌଧୁରୀ ପ୍ରିୟ ସହକାରୀଟି ଆଡ଼କୁ ଚାହିଁ କହିଲେ-''ହବ ହବ, ବ୍ୟସ୍ତ କାହିଁକି-? ଦେଖିବା ତୁମେ କେତେ ଦୂର ଯୁଦ୍ଧ ଡାକରାର ଜବାବ ଦେଇ ପାରୁଛ? ହଁ, ଆଜିର ଖବର କ'ଣ-? '' ''ବଡ଼ ସାଂଘାତିକ ସାର୍!